'' ଶାନ୍ତା ମନେମନେ ଚିଡ଼ିଗଲା ତାକୁ ଏ କଥା ଶୁଣିବାକୁ ବିରକ୍ତ ଲାଗଲା, ଲାଜ ବି। ଧେତ୍ ଟିକେବି ସଂକୋଚ ନାହିଁ ଏ ବୟସରେ ଏମାନଙ୍କର।। ସେ ଭଲଭାବେ ଜାଣିଛି ତୁଷାରକୁ। ତୁଷାର ବିଲକୁଲ ଏମିତି ନୁହେଁ। ଶାନ୍ତା ପାଟି ଖୋଲେ। କାହେ, ''ଏଇଟା କଣ ରୋଷେଇ କରିବା ହୋଇଛି। ସବୁଦିନ ଦରକାର। ସବୁଦିନ ହେଲେ ଦେହଘଷା ହୋଇଯିବ ରୁଚି ରହବନି, ବିରକ୍ତ ଲାଗିବ। ତଳଘର ଭାଉଜ କହିଲେ, ''ସବୁଦିନତ ଆମେ ଭାତ ଖାଉଛୁ କାହିଁକି ବିରକ୍ତ ତ ମୋଟେ ଲାଗୁନି। ଯୁକ୍ତି କରିବାର ଆଗ୍ରହ ବା ସାହସ ନ ଥିଲା ଶାନ୍ତାର ସେ ଉଠି ଆସିଥିଲା ସେଇଠୁ କେଉଁ ଏକ କାମର ଆଳ ଦେଖାଇ। ସେଇ ଦିନଠୁ କେବେ ସେ ବସେନି ସେମାନଙ୍କ ପାଖରେ। ଯାହାଖାଲି ହସେ ଦୂରରୁ ଦେଖି। କିଛିଦିନ ହେବ ଗଛତଳେ ରହୁଛି ଗୋଟେ ଲୋକ ତା' ସ୍ତ୍ରୀ ଆଉ କଅଁଳା ପିଲାସହ। ଶାନ୍ତା ଝର୍କା ଖୋଲିଲେ ଦେଖେ ସେମାନଙ୍କୁ ଗଛତଳେ। କେଉଁଦିନ ସେ ସ୍ତ୍ରୀଲୋକଟା ତିନିଟା ଇଟାରେ ଚଲିକରି ଡାଙ୍ଗ, ପତର ଜାଳି ରୋଷେଇ କରୁଥିବ, କେଉଁଦିନ ସେମାନେ ଗୋଟିଏ ସଲଉଥାଳିରେ କ'ଣ ସବୁ ରଖି ମିଶିକରି ଖାଉଥିବେ, କେଉଁଦିନ ସେ ସ୍ତ୍ରୀ ଲୋକଟା ଛୁଆକୁ ଖୀର ଖୋଉଥିବ, କେଉଁଦିନ ସେ ଦୁହେଁ ମିଶିକି ଶୋଉଥିବେ ଗଛତଳେ। ଏବେ ଆଉ ସାହସ ପାଏନି ଶାନ୍ତାର ଝର୍କା ଖୋଲିବାକୁ। ଶାନ୍ତା ଯେତେବେଳେ ନୂଆ ନୂଆ ବାହାହୋଇଥିଲା ସେତେବେଳେ ତୁଷାର ତା' ଦେହକୁ ନେଇ ଖେଳୁଥିଲା। ଯେତେବେଳେ ଇଚ୍ଛାହେବ ଯେମିତି ଇଚ୍ଛାହେବ। ସକାଳ, ସଂଜ, ଖରାବେଳ, ରାତି, ଭୋର, ଗୁରବାର, ଶୁକ୍ରବାର କିଛି ବାଦ୍ ପଡ଼େନି। ଦୀର୍ଘ ପନ୍ଦର ବର୍ଷ ଭିତରେ ଥରଟେ ବି ତୁଷାର ଶାନ୍ତାର ଇଚ୍ଛାକୁ ସମ୍ମାନ ଦେଇନି, ଇଚ୍ଛାନଥିଲେ ସେ ଶାନ୍ତାର ଛାଇକୁ ବି ସହିପାରିବନି। ଶାନ୍ତା ଭାବେ ବାହାଘର ପରେ ସେ ସଂପୂର୍ଣ୍ଣଭାବେ ତୁଷାରର ହେଇଯାଇଛି। ତୁଷାର ଯେତେବେଳେ ଯାହା କହିବ ସେ ମାନିବାକୁ ବାଧ୍ୟ। କିନ୍ତୁ ତୁଷାର ଟିକେ ବି ତା'ର ହୋଇପାରିନି, ସେ ମନ କଲେ ଛୁଇଁ ପାରିବନି ତୁଷାରର ପର୍ସ, ଟେବୁଲ, ବ୍ୟାଗ୍, ସାବୁନ, ପାଉଡ଼ର, ପରଫ୍ୟୁମ୍, ସେଭିଂଗ ବକ୍ସ, ଛୁଇଁ ପାରିବନି ତା'ର ଦେହ, ଦେଇପାରିବନି ଗୋଟେ ବି ଚୁମା ତା' ଗାଲରେ କପାଳରେ। ନୂଆ ନୂଆ ବାହା ହେଲାବେଳେ ଶାନ୍ତା ବଡ଼ ବୁଦ୍ଦୁ ଥିଲା ସବୁବେଳେ ଚୂପ୍ଚାପ ରହେ। ତୁଷାର ଯାହାକହେ ସେ କରେ। ତୁଷାର କହେ ତମେ ଏକ ଶୀତଳ ନଈ। କାଠଗଡ଼। ତମେ ନିଶ୍ଚେ ବନ୍ଧ୍ୟା ହୋଇଥିବ। ଶାନ୍ତା ଭାରି ବିଶ୍ୱାସ କରେ ତୁଷାରର କଥାକୁ। ସୋନୁ ଜନ୍ମ ନ ହେବା ପର୍ଯ୍ୟନ୍ତ ସେ ନିଜକୁ ବନ୍ଧ୍ୟା ବୋଲି ଭାବୁଥିଲା। ଦୁଇଦିନ ହେବ ତୁଷାର ଯାଇଛି ଟୁରରେ ଶାନ୍ତାକୁ କିଛି ଭଲଲାଗୁନି। ଘରଟା କେମିତି ନିର୍ଜିବ ନିର୍ଜିବ ଲାଗୁଛି। ଶାନ୍ତା ଗଲା ଝର୍କାପାଖକୁ, ଖୋଲିଲା ଝର୍କା। ଦିଶିଲା ଗଛ। ଗଛ ତଳେ ସେ ପରିବାର ଆଉ ଦିଶୁନି। ଖୁସି ହୋଇଗଲା ଶାନ୍ତା। ଗଛଟା ଧଳାଧଳା ଫୁଲରେ ଭର୍ତ୍ତି ହୋଇ ଭାରି ସୁଦର ଦିଶୁଛି। ଶାନ୍ତାକୁ ଭଲଲାଗେ ଏହି ଫୁଲର ଉଗ୍ରମଧୁର ବାସ୍ନା। ପ୍ରତିବର୍ଷ ଫେବୃଆରୀ ମାସର ଆରମ୍ଭରେ ଫୁଲରେ ଭର୍ତ୍ତି ହୋଇଯାଏ ଗଛଟା...। ଫୁଲର ମହକରେ ମହକିଯାଏ ତାଙ୍କର ଘର, ଦ୍ୱାର, କାନ୍ଥବାଡ଼ ସବୁକିଛି। ଶାନ୍ତା ଝର୍କାପାଖରୁ ଆସିଲା, ଡ୍ରେସିଂଟେବୁଲ ସାମ୍ନାରେ ଠିଆ ହେଲା। ଗାଲକୁ ଛୁଇଁଲା, ନା ଗାଲତ ବେଶ୍ ମସୃଣ ଲାଗୁଛି। ଦେଖିଲା ହାତକୁ, ବେକକୁ, ବଙ୍କିକି ଠିଆ ହେଲା ଦେଖିବାକୁ ପିଠି, ନା ସବୁ ଠିକ୍ ଅଛି। ମାର୍ବଲପରି ଧବଳ, ଉଜ୍ଜ୍ୱଳ ତା'ର ତ୍ୱାଚା ଏଥର ସେ ଲୁଗା ଟେକି ଦେଖିଲା ପେଟକୁ, ପେଟରେ ଚର୍ବି ଲାଗିଛିକି, ନା' ତ। ତେବେ ତୁଷାରର ଏତେ ଅରୁଚି କାହିଁକି ତା'ପ୍ରତି। କଥାରେ କହନ୍ତି, ''ଝଅଟି ଦେଖିଲେ ଗୋରି ସୁନ୍ଦର ନିରେଖି ଦେଖିଲେ କାଳି ସୁନ୍ଦର। '' ଧେତ୍ ସେ କାଳି ନ ହେଲା ନାହିଁ ଟିକେ ଶ୍ୟାମଳୀତ ହୋଇପାରଥାନ୍ତା। ନା। ସେ ରଂଗକୁ ଯେତେ ଚେଷ୍ଟାକଲେ ବି ବଦଳେଇ ପାରିବନି। ଡ୍ରୟାର ଭିତରୁ ଟ୍ୟୁଜର କାଢ଼ିଲା, ଆଇବ୍ରୋକୁ ନୂଆ ସେପ୍ ଦେଲା। କଇଁଚି କାଢ଼ି, ମୁଣ୍ଡ ଚୁଟି କିଛି ଆଗକୁ ଆଣି କାଟିଲା ଆଜିକାଲି ଯେମିତି କାଟୁଛନ୍ତି ଟିଭିର ଆର୍ଟିଷ୍ଟମାନେ। ସ୍କ୍ରବ ଆଣି ମୁହଁରେ ଘଷିଲା। ତା'ପରେ ତୁଳାରେ ମୁହଁ ପୋଛିଲା ମାକ୍ସ ଲଗାଇଲା। ଟିଭି ଖୋଲିଲା ମ୍ୟୁଜିକ ଚ୍ୟାନେଲ ସବୁ ଚିପିଚାଲିଲା, ରିମୋଟ ଧରି।